ପଛରେ ଆମ ଦୋଷ ଦେବନି। କହିବ ନାହିଁ ଯେ ବାପ ମା' ତାକୁ ପାଠ ନପଢ଼ାଇ ମୂର୍ଖ କରିଦେଲେ। କ'ଣ କହୁଛନ୍ତି, ଭୁଲ୍ କହିଲି? ନାଁ ଆପଣ ଠିକ୍ ବୁଝିଛନ୍ତି। ମୋ ପିତାଙ୍କର ମଧ୍ୟ ସେଇ ଧାରଣା। ସେ କହନ୍ତି ପାଠ ସବୁଠାରୁ ମୂଲ୍ୟବାନ୍। ପାଠକୁ ଅକ୍ତିଆର ନକଲେ କିଛି କରି ହେବନି। ମୋର ମଧ୍ୟ ଗୋଟିଏ ଭଉଣୀ ଅଛି। ତା'ର ନାଁ ନିର୍ମଳା। ସେ ମାଟ୍ରିକ୍ ପଢ଼ୁଛି। ମାଟ୍ରିକ୍ ପାଶ୍ କଲାପରେ ପାଖକୁ ନେଇଆସିବି। ଇଚ୍ଛା ମୋର ଅଛି ଡାକ୍ତରୀ ପଢ଼ାଇବାକୁ। ସୁବିଧା ହେଲେ ପଢ଼ିବ। ନଚେତ୍ ବିଏ ପର୍ଯ୍ୟନ୍ତ ପଢ଼ାଇବି। ଗୁରୁପଦ କଥା ଶୁଣି ଅର୍ଜ୍ଜୁନବାବୁ ଭାରି ଖୁସି ହୋଇଗଲେ। ଯାହାହେଉ ଆପଣଙ୍କ ଆଶାପାଇଁ ଧନ୍ୟବାଦ। ଆଶା ଥିଲେ ମଣିଷ ସବୁକିଛି କରିପାରିବ। ଆଶା ହରାଇଲେ ମଣିଷ କିଛି କରିପାରିବ ନାହିଁ। ଯେଉଁମାନେ ଆଶା ହରାଇ ଖାମଖିଆଲ ଭାବରେ ଜୀବନ ବିତାନ୍ତି ସେମାନଙ୍କୁ ମୁଁ ଘୃଣା କରେ। ଆପଣଙ୍କ ଆଶା ନିଶ୍ଚୟ ପୂର୍ଣ୍ଣ ହେବ। ମୁଁ ଭାବୁଛି ଆପଣ ଯଦି ଏହିଭଳି କ୍ଷେତ୍ରରେ ମୋତେ ଟିକେ ସାହାଯ୍ୟ କରନ୍ତେ, କଲ୍ୟାଣୀ ମାଟ୍ରିକ୍ ପାଶ୍ କରି ଯାଆନ୍ତା ଏବଂ ତା' ପରେ ତା'କୁ କଟକରେ ରଖି ଏମ୍. ଏ. ପର୍ଯ୍ୟନ୍ତ ପଢ଼ାନ୍ତି। ମୋର ଭାରି ଇଚ୍ଛା ତା'କୁ ପାଠ ପଢ଼ାଇବାକୁ କିନ୍ତୁ ଝିଅଟା ଇଂରାଜୀରେ ମୋଟେ ଭଲ କରୁନି। ସେଥିରେ ଭାରି ଦୁର୍ବଳ। ଆପଣ ଯଦି ଟିକେ ପରିଶ୍ରମ କରି ଘଣ୍ଟାଏ ଘଣ୍ଟାଏ ଆସି ଇଂରାଜୀ ପଢ଼ାଇ ଦିଅନ୍ତେ, ତାହାହେଲେ ଖୁବ୍ ଭଲ ହୁଅନ୍ତା। ମୋ ଜୀବନର ଆଶା ନିଶ୍ଚୟ ପୂରଣ ହୁଅନ୍ତା। କ'ଣ କହୁଛନ୍ତି ଗୁରୁପଦ ବାବୁ? ହଠାତ୍ ଗୁରୁପଦ କହି ପକାଇଲା ଠିକ୍ ଅଛି, ମୁଁ ଘଣ୍ଟାଏ ଘଣ୍ଟାଏ ଆସି ତା'କୁ ଇଂରେଜୀ ପଢ଼ାଇ ଦେବି। ତେବେ ସବୁଦିନେ ଆସି ପାରିବି କି ନାହିଁ କହିପାରୁନି। ତଥାପି ଚେଷ୍ଟା କରିବି। ଏହା ଭିତରେ କଲ୍ୟାଣୀ କାଚଗ୍ଳାସରେ ବସାଦହି ସର୍ବତ ଆଣି ଅର୍ଜ୍ଜୁନବାବୁଙ୍କ ଆଗରେ ଛିଡ଼ା ହେଲା। ଦେ, ଗୁରୁପଦ ବାବୁଙ୍କୁ। ନିଅନ୍ତୁ ଗୁରୁପଦ ବାବୁ, ସର୍ବତଟା ପିଇଦିଅନ୍ତୁ। କାଳି ଗାଈଟି ଏବେ କ୍ଷୀର ଦେଉଛି। ସକାଳେ ଦେଢ଼ ସେରେ ଦିଏ, ରାତିରେ ମଧ୍ୟ ସେଇ ଦେଢ଼ସେରେ ଦିଏ। କଲ୍ୟାଣୀ ମା'ର ଗାଈ ପ୍ରତି ବଡ଼ ସଉକ। ଗାଈ ନଖାଇଲେ ସେ ଖାଏନି। ନିଜେ ଗାଈ ଗୁହାଳ ପୋଛିବାଠାରୁ କୁଣ୍ଡା ପାଣି ଦେବା ପର୍ଯ୍ୟନ୍ତ ସେ କରେ। ଅବଶ୍ୟ କ୍ଷୀର ଟିକେ ଟିକେ ପିଏ। କିନ୍ତୁ ଯେଉଁ ଧେଡ଼ଙ୍ଗିକୁ ସେଇ ଧେଡ଼ଙ୍ଗି। ରୋଗଟା ତା' ପାଖରେ ବାରମାସ ଥାଏ। କାମଟା ବି ତା' ସହିତ ଲାଗି ରହିଥାଏ। ଝିଅଟାକୁ କୁଟା ଖଣ୍ଡିକ ଦିଖଣ୍ଡ କରାଇ ଦିଏନି। ଅର୍ଜ୍ଜୁନବାବୁଙ୍କୁ ବକ୍ତବ୍ୟ ଥିଲା ବେଶ୍ ପ୍ରାଞ୍ଜଳ ଏବଂ ରୁଚିପୂର୍ଣ୍ଣ। ଗୁରୁପଦ ଖୁବ୍ ଧ୍ୟାନଦେଇ ଶୁଣୁଥିଲେ ମଧ୍ୟ ଆଖି ଦି'ଟା କାହିଁକି କଲ୍ୟାଣୀ ଉପରେ ଲାଗି ଯାଇଥିଲା, କେଜାଣି? କଲ୍ୟାଣୀକୁ ଦେଖି ଗୁରୁପଦ ସ୍ନାୟୁ ଭିତରେ କାହିଁକି ନୂତନ ଆବହାଓ୍ୱା ପ୍ରଭାବିତ ହେଲା। କ୍ଷଣକ ପାଇଁ ସେ ସ୍ତମ୍ଭୀଭୂତ ହୋଇଗଲା। ଅର୍ଜ୍ଜୁନବାବୁଙ୍କ ସହିତ କଥାବାର୍ତ୍ତା ହେଲାବେଳେ ବହୁବାର ସେ କଲ୍ୟାଣୀ ଆଡ଼କୁ ଦୃଷ୍ଟି ନିକ୍ଷେପ କଲା, ସତେ ଯେପରି ଆକାଶରୁ କେଉଁ ଏକ ଅପୂର୍ବ ରୂପସୀ ତା' ଆଗରେ ଆବିର୍ଭୁତା ହୋଇଛି। ସେ କଲ୍ୟାଣୀ ଉପରୁ। ଦୃଷ୍ଟି ଫେରାଇ ଆଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଫେରାଇ ପାରୁନି-ଅବୁଝା ମନକୁ ବୁଝାଇ ପାରୁନି। ଏତେ ସୁନ୍ଦରୀ ଝିଅ ସେ ଆଗରୁ କେବେ ଦେଖି ନଥିଲା। ଏଭଳି ସୁନ୍ଦରୀ ଝିଅ ଏ ଗାଁରେ ଅଛନ୍ତି ବୋଲି ସେ କେବେ କଳ୍ପନା କରି ନ ଥିଲା। ଅର୍ଜ୍ଜୁନବାବୁଙ୍କ ସହିତ କଥାବାର୍ତ୍ତା କରିସାରିଲା ପରେ ସେଦିନ ଗୁରପଦ ମଧ୍ୟାହ୍ନ ଭୋଜନ ସାରି ଘରକୁ ଫେରୁ ଫେରୁ ସନ୍ଧ୍ୟା ହୋଇ ଯାଇଥିଲା। ଫେରିଲାବେଳେ ଲଣ୍ଠନ ଧରି ଦାଣ୍ଡ ଦୁଆରେ ଛିଡ଼ା ହୋଇଥିଲା କଲ୍ୟାଣୀ। ମନେ ହୁଏ ଅନ୍ଧକାରକୁ ଆଲୋକିତ କରି ଗୁରୁପଦକୁ ନିରାପଦରେ ପାରି କରି ଦେବା ଥିଲା ତା'ର ଉଦ୍ଦେଶ୍ୟ। ଗୁରୁପଦ ଏକା ନିଶ୍ୱାସରେ ଘରେ ପହଞ୍ଚି ଯାଇଥିଲା। କିନ୍ତୁ ବାଟ ସାରା ଭାବୁଥିଲା ସତେ ଯେପରି ସେ ଦୋହଲି ଦୋହଲି ଆସୁଛି। ଆଖି ଆଗରେ କଲ୍ୟାଣୀ ଛବିଟା ନାଚି ଉଠୁଛି। ଫେରିଲାବେଳେ ଅଜାଣତରେ ରୁମାଲଟା ତା'ର ହାତରୁ ଖସି ପଡ଼ିଥିଲା। କଲ୍ୟାଣ ନଇଁପଡ଼ି ରୁମାଲ୍ଟା ତଳୁ ଉଠାଇ ଗୁରୁପଦ ହାତରେ ଦେଇଥିଲା। ସେତିକିବେଳେ ଗୁରୁପଦର ହାତ କଲ୍ୟାଣୀ ହାତ ସହିତ ଲାଗିଯାଇଥିଲା।